ପ୍ରକୃତିର ପ୍ରକୋପ ହେତୁ ଏତେ ଏତେ ଅଞ୍ଚଳର ଧନୀ ଓ ଦରିଦ୍ର ସମଦଶାପନ୍ନ ହୋଇଛନ୍ତି ବୋଲି ସେମାନେ ସାମ୍ବାଦିକତା-ଧର୍ମର ଯାବତୀୟ ଅଳଙ୍କାର ଲଗାଇ ହୁରି ପକାଇବାରେ ଲାଗିଛନ୍ତି। ଓଡ଼ିଶାରେ ଯେତେବେଳେ ବନ୍ୟା ବା ବାତ୍ୟା ହୁଏ, ସେତେବେଳେ ପାଠୁଆ ଓ ଥିଲା ଲୋକମାନେ ପଣ୍ଡିତ ଗୋପବନ୍ଧୁଙ୍କୁ ମନେପକାନ୍ତି। ଗୋପବନ୍ଧୁଙ୍କ ଭଳି ଗରିବଙ୍କ ପାଇଁ ଜଣେ ବନ୍ଧୁ ଆଉ କେହି କେବେହେଲେ ମିଳିବେ ନାହିଁ ବୋଲି ସେମାନେ ପ୍ରାୟ ଏକ କାତର ଶବ୍ଦମଞ୍ଜୁଳତା ପ୍ରୟୋଗ କରି କହନ୍ତି। ସେହି ମର୍ମରେ କବିତା ଲେଖନ୍ତି। ଗୋପବନ୍ଧୁଙ୍କୁ ଆଉଥରେ ଉତ୍କଳ ଭୂମିକୁ ପଠାଇବା ନିମନ୍ତେ ଭଗବାନଙ୍କ ପାଖରେ ନିବେଦନ କରନ୍ତି। ପଣ୍ଡିତ ଗୋପବନ୍ଧୁ ଚୂଡ଼ା ଓ ଚାଉଳ ଧରି ବନ୍ୟାଞ୍ଚଳକୁ ଯାଉଥିବା ସମୟରେ ଏଠାରେ ବିଦେଶୀ ଶାସନ ରହିଥିଲା। ଗୋପବନ୍ଧୁ ନିଜର କବିତାରେ ପ୍ରଜାଙ୍କର ମତରେ ଶାସନ ଚାଲିବ ବୋଲି ସମଗ୍ର ଭାରତବର୍ଷ ବିଷୟରେ ଉଜ୍ଜ୍ୱଳ ସ୍ଵପ୍ନମାନ ଦେଖିଥିଲେ। ଦେଶ ସ୍ଵାଧୀନ ହେବାର କୋଡ଼ିଏ ବର୍ଷ ପୂର୍ବରୁ ସେ ଏଠୁ ବିଦାୟ ନେଇ ଚାଲିଗଲେ। ଗୋପବନ୍ଧୁ ନାମକ ଖାସ୍ ଡ଼ିହର କର୍ତ୍ତାମାନେ ପ୍ରାୟ ସେହି ପରମ୍ପରାଟିକୁ ରକ୍ଷାକରି ଓଡ଼ିଶାରେ ବନ୍ୟା ବେଳେ ତ୍ରାଣ ସାମଗ୍ରୀ ବାଣ୍ଟି ଆସିଛନ୍ତି। ବଦାନ୍ୟ ବ୍ୟକ୍ତିମାନଙ୍କୁ ମୁକ୍ତହସ୍ତ ହୋଇ ଦାନ କରିବା ନିମନ୍ତେ ନିବେଦନ କରାଯାଇଛି ଏବଂ ଦୁର୍ଗତମାନଙ୍କର ସାହାଯ୍ୟ କରିବା ନିମନ୍ତେ ନାନାବିଧ କର୍ମକ୍ରିୟା କରାଯାଇଛି। ପଣ୍ଡିତ ଗୋପବନ୍ଧୁ ଯଦି ଏବେ ମଧ୍ୟ ଆମ ଭିତରେ ଥାଆନ୍ତେ, ତେବେ ବାତ୍ୟାଜନିତ ପ୍ରଳୟଟାକୁ ଦେଖି କିଭଳି ପ୍ରତିକ୍ରିୟା ବ୍ୟକ୍ତ କରିଥାଆନ୍ତେ କେଜାଣି? ଗୋପବନ୍ଧୁଙ୍କର ହିସାବ ଅନୁସାରେ, ପ୍ରଜାର ମତରେ ଯଦି ଓଡ଼ିଶା ବା ଭାରତବର୍ଷ ଗଢ଼ା ହୋଇଥାନ୍ତା, ତେବେ ବଦାନ୍ୟ ବ୍ୟକ୍ତିମାନଙ୍କୁ ହୁଏତ ଦୁର୍ଗତ ମନୁଷ୍ୟମାନଙ୍କ ସକାଶେ ଏତେ ମଥା ଘୁରାଇବାକୁ ପଡୁନଥାନ୍ତା। ବାତ୍ୟା ଅବଶ୍ୟ ପ୍ରକୃତିକୃତ। ମାତ୍ର ବାତ୍ୟାରେ ହଜାର ହଜାର ମଣିଷ ଏପରି ଲାଞ୍ଛନା ସହକାରେ ଦୁର୍ଗତି ଭୋଗିବା, ଏଇଟା କ'ଣ ପ୍ରକୃତିର ବରାଦ ବା ଭଗବାନଙ୍କର କ୍ରୋଧ? ଅବିବେକୀମାନେ ସିଆଡ଼େ କୌଣସି ଚିନ୍ତା କରିବା ଲାଗି ଆଦୌ ପସନ୍ଦ କରିବେ ନାହିଁ। ଭାଗ୍ୟବାଦୀ ଏହି ଦେଶଟାରେ ଯେଉଁମାନେ ଭାଗ୍ୟଶାଳୀ ହୋଇ ରହିଛନ୍ତି, ସେମାନେ ଆଦୌ ଏଡ଼େ ନିର୍ବୋଧ ନୁହନ୍ତି ଯେ ସେହି କଥାଟାକୁ ନେଇ ଆଦୌ କୌଣସି ଆଲୋଚନାର ଅବସରଟିଏ ପାଇଁ ଏକ ସୁଯୋଗ ଦେବେ। ଏବଂ, ଆମ ତଥାକଥିତ ସମ୍ବାଦମାଧ୍ୟମ ଗୁଡ଼ିକ ଧର୍ମତଃ ଭାଗ୍ୟଶାଳୀମାନଙ୍କର ମାହାଲ ହୋଇ ରହିଥିବାରୁ ସେମାନଙ୍କର ଦାନା ଖାଉଥିବା ସାମ୍ବାଦିକ ପୁଏ ମଧ୍ୟ କଦାପି ସେହି ଅରମା ଭିତରେ ପଶିବେ ନାହିଁ। ସେମାନେ ସତେଅବା ସମ୍ବାଦଭୋଜୀ ମାନଙ୍କର ମନୋରଞ୍ଜନ ସକାଶେ ତେଣୁ ପ୍ରଳୟ ଭିତରୁ ରଙ୍ଗୀନ ଚିତ୍ରମାନ ଉଠାଇ ପ୍ରତ୍ୟହ ପରିବେଷଣ କରି ଦେଉଥିବେ। ଓଡ଼ିଶା ତ ଚିରଦିନ ପାଇଁ କାଙ୍ଗଳ ହୋଇ ରହିଥିଲା, ଏଣିକି ମହାକାଙ୍ଗାଳ ହୋଇଗଲା ଏବଂ ତେଣୁ ଦିଲ୍ଲୀର ବଡ଼େ ଦିଲ୍ବାଲାମାନେ ଏହାକୁ ଜାତୀୟ ଦୁର୍ବିପାକ ବୋଲି ଘୋଷଣା କରନ୍ତୁ ବୋଲି ହୁଙ୍କାର ଦେଇ କହୁଥିବେ। ଜାତୀୟ ଦୁର୍ବିପାକ ବୋଲି ଘୋଷିତ ହେଲେ ଏହି ବିପନ୍ନତାଟିର ବାହାନାରେ ବିଦେଶର କୁବେରପତିମାନେ ମଧ୍ୟ କୁଢ଼ କୁଢ଼ ସାହାଯ୍ୟ ଆଣି ଓଡ଼ିଶା ପାଇଁ ଗଦା କରିଦେବେ ବୋଲି ରାଜନୀତିର ସରବରାକାରମାନେ ବୁଦ୍ଧିଆ ବନ୍ଧୁମାନଙ୍କ ପରି ଆମ ସ୍ଥାନୀୟ ମୂଷିକମାନଙ୍କୁ ଉତ୍ସାହିତ କରିବାରେ ଲାଗିଥିବେ। ରାଜନୀତି ଘରେ କୌରବ ଓ ପାଣ୍ଡବମାନେ କେତେ ରଙ୍ଗରେ ଖୁରି ଖୁଆଖୋଇ ହେଉଥିବେ। ଭାବପ୍ରବଣତାର ସ୍ନେହ ଦେଇ ଅସଲ ବିବେକ ଅର୍ଥାତ୍ ଅସଲ କ୍ରୋଧଗୁଡ଼ିକୁ ସାଉଁଳିଆ କରି ରଖିବାର ଭୀମପ୍ରୟା ସମାନ ଲାଗିଥିବ।